ଆହା, ଏ ଦୁହେଁ ବାସ୍ତବିକ କେଡ଼େ ସୁଖୀ ନୁହନ୍ତି? ଅନ୍ୟ କୌଣସି ଗ୍ରହର ଲୋକ ଜଣାପଡ଼ୁଥାନ୍ତି। ଚାହୁଁ ଚାହୁଁ ମେରିନାର ମୁହଁରୁ ଏକ ଦୀର୍ଘ ନିଃଶ୍ୱାସ ବାହାରି ଆସିଲା ସେଇ ଚିତ୍ରକୁ ଅନାଉଁ ଅନାଉଁ। ହଠାତ୍ କାହାର ଉଷ୍ଣ ସ୍ପର୍ଶରେ ମେରିନା ଚମକି ପଡ଼ିଲା। ମୁହଁ ବୁଲାଇ ଦେଖିଲାବେଳକୁ ଆଲେସ୍କି ତା' ମୁଣ୍ଡ ଉପରେ ବସି ତା ମୁଣ୍ଡରେ ହାତ ବୁଲାଉଛନ୍ତି। ଆଲେସ୍କିଙ୍କୁ ଦେଖି ମେରିନା ହଠାତ୍ ଗମ୍ଭୀର ହୋଇଗଲା। ଆଲେସ୍କି ତାକୁ କଣ ପଚାରିବେ, ସେ କଣ ଉତ୍ତର ଦେବ ଭାବି ବିଚଳିତ ହୋଇପଡ଼ିଲା। ତା'ର ଏତେ ବଡ଼ ଅପରାଧ ପାଇଁ ଆଲେସ୍କି ତାକୁ କଣ ଯେ କହିବେ, ସେ ଭାବିପାରିଲା ନାହିଁ। ପୁସ୍ତକର ମଲାଟ ଉପରୁ ତା ଚିନ୍ତାସ୍ରୋତ ବାହାରି ଆସି ଘୂରିବୁଲିଲା ବିଭିନ୍ନ ପ୍ରଶ୍ନ-ରାଜ୍ୟ ଭିତରେ। ଅଲକ୍ଷ୍ୟରେ ଦେହ ତାର ଶୀତେଇ ଉଠିଲା। ''ତୁମେ ମୋତେ ଏତେ ଭୁଲ ବୁଝିବ ବୋଲି ମୁଁ ଜାଣି ନଥିଲି ମେରିନା! ତୁମ ମନର ବେଦନା ମୁଁ ଠିକ୍ ଭାବରେ ଧରିପାରିଥିଲେ ଆଜି ତୁମର ଅବସ୍ଥା ଏପରି ହୋଇ ନଥାନ୍ତା। '' କହୁଁ କହୁଁ ଆଲେସ୍କିଙ୍କର ଆଖି ଛଳଛଳ ହୋଇଆସିଲା। ବାଷ୍ପରୁଦ୍ଧ କଣ୍ଠରେ ସେ କହିଚାଲିଲେ, ''ଲେନା ସହିତ ତୁମେ ମୋର ଯେଉଁ ସମ୍ପର୍କ ଆଶଙ୍କା କରୁଥିଲି, ସେଇଟା ତୁମର ଭୁଲ ମେରିନା! ଲେନାକୁ ଦକ୍ଷ ସହକାରୀ ଭାବରେ ମୁଁ ପସନ୍ଦ କରିପାରେ; କିନ୍ତୁ ତୁମ ସ୍ଥାନରେ ତାକୁ ବସାଇବାକୁ ମୁଁ କେବେ ସାହସ କରିପାରେନା। ଲେନା ମୋତେ ଭୁଲ୍ ବୁଝି ବହୁ ଦୂର ଆଗେଇଯାଇଥିଲା ସତ; କିନ୍ତୁ ମୁଁ ତାକୁ ଫେରିଯିବାକୁ ବାଧ୍ୟ କରିଛି। ଏ ହୃଦୟରେ ତୁମ ଛଡ଼ା ଆଉ କାହାରି ସ୍ଥାନ ନାହିଁ। ତୁମକୁ ମୁଁ ବହୁକଷ୍ଟ ଦେଇ ନିଜକୁ ଦୋଷୀ ମଣୁଛି। ମୋତେ କ୍ଷମାକର ମେରିନା! ମୋତେ ଆଉ ଭୁଲ ବୁଝିବାକୁ ଚେଷ୍ଟା କରନାହିଁ। '' ଏହା କହି ଲୋତକପୂର୍ଣ୍ଣ ନୟନରେ ଆଲେସ୍କି ମେରିନାର ହାତ ଧରିପକାଇଲେ। ''ହାଁ, ହାଁ, ଏ କଣ କରୁଛ ତୁମେ? '' ମେରିନା ବହିଟାକୁ ଫୋପାଡ଼ି ଦେଇ ଉଠି ବସି କହିଲା, ''ତୁମକୁ ଆଜି ମୁଁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ମୋତେ କ୍ଷମା କରିପାରିବ ଆଲେସ୍କି? '' ''ଦୂର୍ ପାଗଳି, ତୁମେ କ'ଣ ଯେ କହୁଛି ମୁଁ ବୁଝିପାରୁନାହିଁ। ତୁମକୁ ମୁଁ ପୁଣି କ୍ଷମା ଦେବି-? '' ''ମୁଁ ତ ସାରା ଉପଗ୍ରହକୁ ବିପଦଗ୍ରସ୍ତ କରାଇ ଦେଇଥିଲି। ଏହା ଏକ ବିରାଟ ରାଷ୍ଟ୍ରଦ୍ରୋହ ଅପରାଧ ନୁହେଁ କି? '' ''ହୁଁ, ରାଷ୍ଟ୍ରଦ୍ରୋହ ଅପରାଧ! '' କୃତ୍ରିମ ଗମ୍ଭୀରତା ଫୁଟାଇ ଆଲେସ୍କି କହିଲେ, ''ହେଉ, ତା' ହେଲେ ବିଚାର କରାଯିବ ଆଜି ତୁମ ଦୋଷ। ତୁମେ ଯଦି ଦୋଷୀ ସାବ୍ୟସ୍ତ ହୁଅ, ତେବେ ଦଣ୍ଡ ପାଇବାକୁ ପ୍ରସ୍ତୁତ ତ? '' ''କି ଦଣ୍ଡ ଦେବ ମୋତେ ଆଲେସ୍କି? ମୃତ୍ୟୁଦଣ୍ଡ? ମୃତ୍ୟୁଦଣ୍ଡ ଯେ ଆମ ରାଷ୍ଟ୍ରରେ କେଉଁ ଦିନରୁ ଉଠିଗଲାଣି। '' ''ମୃତ୍ୟୁଦଣ୍ଡଠାରୁ ଆହୁରି କଠିନ ଦଣ୍ଡ ଯେ ଏଠି ଅଛି ମେରିନା! '' ''ଆହୁରି କଠିନ ଦଣ୍ଡ? ସେ କି ଦଣ୍ଡ ଶୁଣେ? '' ''ବିଚାରାଳୟରେ। ସେ ସମ୍ବନ୍ଧରେ ଜାଣିପାରିବ ମେରିନା। '' ଏହା କହି ଆଲେସ୍କି ଉଠିପଡ଼ୁଥିଲେ। ହଠାତ୍ ମେରିନା ଆଲେସ୍କିଙ୍କ କୋଟକୁ ଟାଣି ଧରି ଅଟକାଇବାକୁ ଚେଷ୍ଟା କଲା ଏବଂ ତାଙ୍କ କୋଳ ଭିତରେ ମୁଣ୍ଡ ରଖି ଆହୁରି ଟିକିଏ ଗେହ୍ଲେଇ ହୋଇ କହିଲା, ''କଣ ଲେନା ତୁମକୁ ଅପେକ୍ଷା କରୁଛି? ତୁମେ ଯେ